ତୁମେ ମୋତେ ତେଲକୁଣ୍ତରେ ଫୁଟାଇଲ; ଆଉ ଏଇ ଲୋକଟା ''। ଈଶ୍ୱର କେବଳ ହସିଲେ। ସ୍ୱାମୀ ବିବେକାନନ୍ଦ କହିଛନ୍ତି—ମାନବଜାତିର ସେବାହିଁ ପରମ ଧର୍ମ। ସେବାରେ ସମସ୍ତଙ୍କର ଅଧିକାର ଅଛି। ଏଥିରେ ଉଚ୍ଚନୀଚ ଭେଦ ନାହିଁ। ସାମ୍ପ୍ରଦାୟିକତା ବା ସଂକୀର୍ଣ୍ଣତାର ସ୍ଥାନ ନାହିଁ। ଯେତେବେଳ ଯାଏ ଆମେ ଅନ୍ୟମାନଙ୍କର ସେବାବ୍ରତ ଗ୍ରହଣ କରୁଛୁଁ, ସେତେବେଳ ଯାଏ ସେମାନଙ୍କର ସେବା କରିବାକୁ ବାଧ୍ୟ। ଅନୁକରଣ କରନାହିଁ। ଥରେ ଗୋଟିଏ ପିଲା ଗୋଟିଏ ଗୋରାସାହେବ ପାଖରେ ରହିଲା। ଗୋରାଲୋକଟି ଯିମିତି ପିନ୍ଧେ, ସେମିତି ପୋଷାକ ପିନ୍ଧିଲା। ସେ ଯିମିତି କଣ୍ଟା ଚାମଚରେ ଖାଏ, ସେମିତି ଖାଇଲା-। ସିମିତି ଇଂରାଜୀକଥା କହିଲା, ତାରି ଚାଲିଚଳନ ସବୁ ଶିଖିଲା। ସାହେବ ତା' ଦେଶକୁ ଚାଲିଯିବା ପରେ ପିଲାଟି ଗାଁକୁ ଆସିଲା। ଗାଁରେ ସିମିତି ଚଳିବାକୁ ଲାଗିଲା। ଗାଁ ଲୋକେ ତାକୁ ଭଲ ପାଇଲେ ନାହିଁ। ସେ ଗାଁ ଲୋକଙ୍କୁ ଘୃଣା କରୁଥିଲା ବୋଲି ଗାଁ ଲୋକେ ତାକୁ ଚାହିଁଲେ ନାହିଁ-। ଥରେ ସେ ଜ୍ୱରରେ ପଡ଼ିଲା। କେହି ତା' ପାଖକୁ ଗଲେନାହିଁ। ଗାଁରେ ଜଣେ ଭଲ ବୁଢ଼ାଲୋକ ଥାଏ। ସେ ଯାଇ ତାକୁ ଦେଖାଶୁଣା କଲା, ଔଷଧ ଆଣି ଦେଲା। ଦିନେ ସେ ପିଲାଟି ତାକୁ କହିଲା, ''ହଇ ହେ ମଉସା, ଗାଁ ଲୋକେ ମୋତେ ଭଲପାଉ ନାହାନ୍ତି କାହିଁକି? '' ମଉସା କହିଲେ, ''ବାବୁରେ, ତୁ ତ ସାହେବ ସାଙ୍ଗରେ ମିଶି ସାହେବ ପାଲଟିଲୁ, କିନ୍ତୁ ସାହେବର ଭଲଗୁଣ କିଛି ତ ଶିଖିପାରିଲୁ ନାହିଁ। ନିଜ ଦେଶମାଟି ଗାଁକୁ ଭଲପାଇଲୁ ନାହିଁ। ଅନ୍ଧଭାବରେ ଅନୁକରଣ କରିବା ଉଚିତ ହୋଇନାହିଁ। ସାହେବର ଭଲଗୁଣତକ ଶିଖି ଯଦି ଗାଁ ଲୋକପାଇଁ କାମ କରିଥାନ୍ତୁ, ତେବେ କ'ଣ ତୋତେ ଗାଁଲୋକ ପଚାରନ୍ତେ ନାହିଁ? ମୁଣ୍ତରେ ପରା ତୋତେ ବସାଇଥାନ୍ତେ। କୋଟ-ପେଣ୍ଟ ପିନ୍ଧି କଣ୍ଟାଚାମୁଚରେ ଖାଇଲେ ସାହେବ ହେବୁ ନାହିଁ। '' ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ମନେ ରଖିବ—ଅନ୍ୟ କାହାକୁ ଅନ୍ଧଭାବରେ ଅନୁକରଣ କରନାହିଁ। ଅପରର ଅନୁକରଣ ଉନ୍ନତିର ପରିଚାୟକ ନୁହେଁ। ସିଂହଚର୍ମାବୃତ ଗର୍ଦ୍ଦଭ କେବେ ସିଂହ ହୋଇପାରେ ନାହିଁ। ଯେତେବେଳେ ମଣିଷ ନିଜକୁ ଘୃଣା କରିବାକୁ ଆରମ୍ଭ କରେ, ଯେତେବେଳେ ପୂର୍ବପୁରୁଷମାନଙ୍କୁ ସ୍ୱୀକାର କରିବାକୁ ଲଜ୍ଜିତ ହୁଏ, ସେତେବେଳେ ଜାଣିବ ତାହାର ବିନାଶ ଆସନ୍ନ। ବିପଦ ଆସିଲେ କ'ଣ କରିବ? ବିପଦ ଆସିଲେ ଦେଖାଯାଏ, ଘରକୋଣରେ ବସି ଅନେକ କାନ୍ଦନ୍ତି, ଭାଗ୍ୟକୁ ନିନ୍ଦା କରନ୍ତି। ଦୁଃଖରୁ ରାଗ, ବିରକ୍ତି ଓ ହିଂସା ଆସିଲେ ଲୋକଙ୍କର ମନ ନିମ୍ନଗାମୀ ହୁଏ। କଳିଗୋଳ, ମାରଧର ଇତ୍ୟାଦି କେତେ କଣ ଚାଲେ। ଏଥିରେ ଫଳ ତ ଭଲ ହୁଏ ନାହିଁ, ଓଲଟି ଆହୁରି ବିପଦ ଘନେଇ ଆସେ। ଗୋଟିଏ ଭୁଲ୍ ପରେ ଆଉ ଗୋଟିଏ ଭୁଲ ହୁଏ; ଯେମିତି ଗୋଟିଏ ମିଛ କଥାକୁ ଢାଙ୍କିବାକୁ ଶହେଟା ମିଛର ଆଶ୍ରୟ ନେଇ ମନୁଷ୍ୟ ଶେଷରେ ଧରା ପଡ଼ିଯାଏ। ଇମିତି ଗୋଟିଏ ଘଟଣା କହୁଛି। ଜଣେ ଲୋକ ବାଟରେ ଯାଉଁ ଯାଉଁ ଆଉ ଜଣେ ଲୋକକୁ ମିଛରେ କହିଲା, ''ଡକାଏତ ଆସିଛନ୍ତି, ପଳାଅ। '' ଚାରିଆଡ଼େ ତା' କଥା ରାଷ୍ଟ୍ର ହୋଇଗଲା। ସମସ୍ତେ ଠେଙ୍ଗା, ବାଡ଼ି, ଶାବଳ ଧରି ବାହାରିପଡ଼ିଲେ। ସେ ଲୋକପାଖକୁ ଆସି ଡକାଏତ କଥା ପଚାରିଲେ। ଲୋକଟି ମିଛରେ ଆଉ ଏକ ରାସ୍ତା ଦେଖାଇ କହିଲା, ''ଡକାଏତକୁ ଏଇବାଟେ ଦଉଡ଼ି ଯିବାର ଦେଖିଲି। '' ଚାରିଆଡ଼େ ଲୋକ ଖେଦିଗଲା ପରେ ମିଛୁଆଟି ଭୟରେ ଦଉଡ଼ିବାକୁ ଲାଗିଲା। ଲୋକେ ତାକୁ ଡକାଏତ ବୋଲି ଭାବି